ଦେଶ ପରିସ୍ଥିତି ନେଇ ନାନା ଆଲୋଚନା ହେଲା। ମ୍ୟୁନିସିପାଲିଟିର ସମସ୍ୟା ନେଇ ନାନା କଥା ପଡ଼ିଲା। ଜଣା ପଡ଼ୁଥାଏ, ସେ ଜଣେ କେଉଟ ହେଲେ ବି ବେଶ୍ ଶିକ୍ଷିତ ଓ ପ୍ରତ୍ୟେକ ବିଷୟରେ ଏକନିର୍ଦ୍ଧିଷ୍ଟ ମତ ଅଛି। ସହରର ପ୍ରତ୍ୟେକ ସମସ୍ୟା ଉପରେ ସେ ପୂରା ମାତ୍ରାର ସଜାଗ। ନବ ମନୋନୀତ ଚେୟାରମେନଙ୍କ ପ୍ରକୃତ ଦକ୍ଷତା ଜାଣିବା ପାଇଁ କ୍ଳେରେନ୍ସଙ୍କୁ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିଲାନି। କେଉଟମାନଙ୍କୁ ସପ୍ତାହରେ ଦୁଇ ଦିନ ଛୁଟିଦେଲେ ଲାଭ ହେବ ବୋଲି ଚେୟାମେନ ମତ ଦେଲେ। ପ୍ରତି ବୁଧବାର ଓ ଶନିବାର ଦିନ କେଉଟମାନେ ଛୁଟି ପାଇବା ଠିକ୍ ହେଲା। ଚେୟାମେନଙ୍କର ଏହି ମତକୁ ପ୍ରଥମେ ପ୍ରଥମେ ଅନେକେ ହସି ଉଡ଼ାଇ ଦେଉଥିଲେ। ବଡ଼ବିଚିନ୍ତ୍ର। ଚାୟାରମେନଙ୍କ ନିର୍ଦ୍ଦେଶ ପାଳିତ ହେବାଦିନଠାରୁ ସହରର ମାଛ ବ୍ୟବସାୟରେ ଆଶାତୀତ ଭାବରେ ଉନ୍ନତି ହୋଇଛି। ମ୍ୟୁନିସିପାଲିଟିର ଆୟ ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିଯାଇଛି। ଏହା କେମିତି ସମ୍ଭବ ହେଲା କ୍ଳେରନ୍ସ ଚେୟାରମେନଙ୍କ ଝିଅଠାରୁ ଏହାର ରହସ୍ୟ ଜାଣିବାକୁ ପାଇଲେ। ସହରଠାରୁ ଦଶମାଇଲ ଉପରକୁ ଥିବା ନଦୀ କୂଳସ୍ଥ ସମରଭୀଲେ ସହରର ପାଉଁରୁଟି କାରଖାନା, କାଗଜକଳ, ତଥା ନର୍ଦ୍ଦମାରୁ ଯେଉଁ ମଇଳା ସପ୍ତାହରେ ଦୁଇଥର ନଦୀକୁ ଛଡ଼ାଯାଏ, ତାକୁ ଖାଇବା ପାଇଁ ମାଛମାନେ ପ୍ରତି ଗୁରୁବାର ଓ ରବିବାର ଦିନ ସମୁଦ୍ରରୁ ନଦୀଭିତରକୁ ସହର ପର୍ଯ୍ୟନ୍ତ ଉଠି ଆସନ୍ତି। ଅପେକ୍ଷାକୃତ ଅଧିକ ମାଛ ରବିବାର ଦିନ ଆସନ୍ତି। ସେଇ ଦିନ କେଉଟମାନେ ଛୁଟିରେ ଯାଉଥିବାରୁ ମୋଟେ ମାଛ ଧରା ପଡ଼ନ୍ତିନି। ତାଙ୍କନିର୍ଦ୍ଦେଶରେ ପ୍ରତି ରବିବାର ଓ ଗୁରୁବାର ଦିନ ମାଛ ନଦୀରେ ଧରା ହେବାରୁ ସବୁଠାରୁ ଅଧିକ ମାଛ ପଡ଼ିଲେ। ପ୍ରତ୍ୟେକ ଦିନରେ ଯାହା ପଡ଼ିଲେ ରବିବାର ଦିନ ତା'ଠାରୁ ବହୁ ଅଧିକ ପଡ଼ିଲେ। ଚେୟାରମେନ ନିଜେ ଗତ ପନ୍ଦର ବର୍ଷ ଧରି ଏହାର ସତ୍ୟାସତ୍ୟ ନିରୂପଣ କରି ଆସିଥିବାରୁ ଏହି ଲାଭ ହେଲା। ତାଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲାରୁ ମାଛ ବ୍ୟବସାୟରେ ଏହି ସହର ଆଉ ପଛେଇଲା ନାହିଁ। ଏହା ପୂର୍ବ ପ୍ରସିଦ୍ଧିକୁ ପୁଣି ଫେରି ଆସିଲା। ଏଥି ପୂର୍ବରୁ ନିର୍ବାଚିତ ହୋଇ ଆସୁଥିବା ଚେୟାନମେନ କିମ୍ବା କାଉନ ସିଲରମାନଙ୍କ ମୁଣ୍ଡରେ ଏତକ ବୁଦ୍ଧି ପଶୁ ନ। ଥିଲା। ଆଉ ଦିନକର ଘଟଣା। ମ୍ୟୁନିସିପାଲିଟିର ଦୁଇଜଣ ଅଫିସର ଚେୟାରମେନଙ୍କୁ ସାକ୍ଷାତ କରିବା ପାଇଁ ଆସିଥାନ୍ତି। ସହରର ଗୋଟିଏ ବିରାଟ କୋଇଲା ଖଣି ଆବିଷ୍କୃତ ହୋଇଥାଏ। କୋଇଲା ଉତ୍କୃଷ୍ଟ ଧରଣରେ। ଧାତୁନିଷ୍କାସନ ପାଇଁ ବେଶ ଉପଯୁକ୍ତ। ସହରଠାରୁ କୋଡିଏ ମାଇଲ ଦୂରରେ ମ୍ୟୁନିସିପାନିଟିର ଏକ ବିରାଟ ଲୁହାଖଣି ଥାଏ। ତହିଁରେ ଖଣିଜ ଲୁହା ମଧ୍ୟ ବେଶ ଉତ୍କୃଷ୍ଟ। ଗତ ପନ୍ଦର ବର୍ଷ ଧରି ମ୍ୟୁନିସିପାଲିଟିର ଇଚ୍ଛା ନିଜର ଆୟ ବଢ଼ାଇବା ପାଇଁ ଗୋଟିଏ ଲୁହା କାରଖାନା ବସାଇବା। ଏ ଦିଗରେ ଯୋଜନା କରିବା ପାଇଁ ଦୁଇ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଲୁହାନିଷ୍କାସନ ପାଇଁ ଖଣିଜ ଲୁହା ଯେମିତି ଆବଶ୍ୟକ, କୋଇଲା ମଧ୍ୟ ସେମିତି ଅବଶ୍ୟକ। ଜଣେ ଅଫିସର ଯୋଜନା ଦେଇଥାନ୍ତି ଯେ ଲୁହା କାରଖାନାଟି ଲୁହା ଖଣିନିକଟରେ ବସିବ। ବସିଲେ ଲୁହା ଉତ୍ପାଦନ ଖର୍ଚ୍ଚ କମ୍ ହେବ। ଫଳରେ ଲୁହାର କାଟତି ବଢ଼ିବ। ଅନ୍ୟ ଜଣକ ନାନା ପ୍ରକାର ଯୁକ୍ତିବାଢ଼ି ମତ ଦେଇଥାନ୍ତି, ଲୁହା କାରଖାନା, ସହରନିକଟସ୍ଥ କୋଇଲାଖଣିନିକଟରେ ଯଦି ବସେ ତେବେ ମ୍ୟୁନିସିପାଲିଟିର ଅଧିକ ଲାଭ ହେବ। ସେ ବହୁ ଗଣନା କରି ନିଜ ମତକୁ ପ୍ରତିପାଦନ କରିଥାନ୍ତି। ମ୍ୟୁନିସିପାଲିଟି ଏହି ଅଫିସର ଦୁଇ